ଘଣ୍ଟାଏ ହେଲା, ତୁ କେଁ କେଁ ହୋଇ ଯେ ସାଂଘାତିକ ଚିତ୍କାର କଲୁ ନା, ଆଉ କେଉଁ ସଭା ହୋଇଥିଲେ, ଲୋକ ଗୁଡ଼ାକ ମାଡ଼ି ଆସି ତୋର କଅଁଳ ବେକକୁ ଟେକି ମୋଡ଼ି ଭାଙ୍ଗି ଏ ଗାତରୁ ସେ ରାସ୍ତା ତଳ ନର୍ଦ୍ଦମାକୁ ପକାଇ ଦେଇଥାନ୍ତେ। ରକ୍ଷାହେଲା, ସେଇଟା ଧର୍ମସଭା। ଆଉ ଯେଉଁମାନେ ଶୁଣୁଥିଲେ, ସେମାନେ ସମସ୍ତେ ଧୀର ବ୍ୟକ୍ତି। ତେଣୁ ତୁ ବଞ୍ଚିଗଲୁ। ମୋର ଡେରି ହେଇଗଲା ଧନ! କଅଣ କହିବି? କିଛି ନିଜେ ଖାଇଲେ ତ ପୁଣି ହଜମ ହୋଇଯିବା ଆଗରୁ ତୋ ପାଖରେ ବାନ୍ତି କରିଦେବି। ଏତିକିବେଳୁ ତତେ ନ ଶିଖେଇଲେ ତୁ ପରର ଅଇଁଠା, ବାନ୍ତି ଭୁଞ୍ଜିବୁ କେମିତି? ଅବଶ୍ୟ ମୋ ଥନରେ ଏବେ ବି କ୍ଷୀର ଅଛି, ହେଲେ ଆଉ କେତେ ଦିନ? ଲିଟି ଚଅ ଚଅଁ ଦୁଧ ପିଇବା ଭିତରେ କହିଲା–ମାଆ, ମାଆ ମ, ମତେ ଭାରି ଭୋକ ହେଲା। ଆଉ ଏ ଉପର ମହଲାରେ କଣ ଗୋଟାଏ ବାଜାବାଜିଲା ଯେ ମୁଁ ଡରିଗଲି-ମୁଁ ତ ଆଗରୁ ଶୁଣି ନଥିଲି। ଭାରି ଡରମାଡ଼ିଲା। ମାଆ ମ, ଆମେ ତ ପଶୁଜାତି-ମଣିଷଙ୍କୁ କଣ ଭୋକ ଲାଗେ? ମୁଁ ଦେଖିଲି ସ୍ଵାମିଜୀ ଖୁବ୍ ହସୁଛନ୍ତି। ହସି ହସି ବେଦମ୍। କହିଲେ-ଭକ୍ତଗଣ! ଦେଖ, ଶ୍ଵାନଶିଶୁ ବର୍ତ୍ତମାନ ଶାନ୍ତ। କେତେ ସମୟ ଚିତ୍କାର କରିବ? ଆହା ବିଚାରା! ଭୋକ କରୁଥିଲା, ମାଆ ପାଖରେ ନାହିଁ। ମାଇକର ଗର୍ଜନ। ବାହାଘର ରୋଷଣି ଏଇ ବାଟେ ଗଲା। ଡରିବନି? ତମ ପିଲା ଏଇ ପରିସ୍ଥିତିରେ କଅଣ କରିଥାନ୍ତା? ମରିଯାଇଥାନ୍ତା, ସକ୍ ରେ ମରିଯାଇଥାନ୍ତା; କିନ୍ତୁ ପଶୁ ବୋଲି ଈଶ୍ଵର ତାକୁ ସହିବାର ଶକ୍ତି ଦେଇଛନ୍ତି। ପ୍ରିୟାନନ୍ଦ ସ୍ଵାମୀ କହିବାକୁ ଲାଗିଲେ-ଭୋକ ହେଲେ ଥରେ ଖାଇଦେଲେ ପଶୁ ତୃପ୍ତ ହୋଇଯାଏ। ତେଣିକି ସେ ଅନାସକ୍ତ। ପୁଣି ଅପେକ୍ଷା କରେ ବୁଭୁକ୍ଷା ଜାଗ୍ରତ ହେବାଯାଏ; କିନ୍ତୁ ମଣିଷ କଥା ଭିନ୍ନ। ଭୋକ ନ ଥିଲେ ବି ସେ ଖାଏ, ଖାଇବ, ଅତୃପ୍ତି ତାର ଚିରନ୍ତନ। ତେଣୁ ଆମେ ପଶୁ, ପାଶବିକ ଆମର ପ୍ରବୃତ୍ତି। ଶ୍ଵାନ ଛୁଆଟି ଶାନ୍ତ ହୋଇଗଲା। ତମେମାନେ କେତେ ବିରକ୍ତ ହେଉନଥିଲ? ପ୍ରକାଶ୍ୟରେ ସ୍ଥିତପ୍ରଜ୍ଞ ଭାବ ଦେଖାଇଲେ ବି ମୁଁ ଜାଣିଥିଲି ତମ ଭିତରୁ ଅନେକ ଶ୍ଵାନଶିଶୁର ରୋଦନରେ ବିଚଳିତ ହେଉଥିଲ। ରୋଦନ କାହାର ନାହିଁ? -ମାଆ ମ, ମାଆ, ଯାହା ଖାଦ୍ୟ ପାଇଛୁ, ଜମେଇ ରଖୁନୁ କିଆଁ? ସବୁଦିନ ଏମିତି ହଇରାଣ ହେଉଛୁ କହିଁକି? ଏ ଗାତରେ ଆଉ ଟିକିଏ ଖୋଳି ଜାଗା କରିନେ…। ଲିଟି ମାଆର ମୁହଁ ପାଖରେ ମୁହଁ ରଖି ଏତକ କହିଲା–କୁକୁରୀ ଦାନ୍ତ ଦେଖାଇ ବୋଧହୁଏ ହସିଲା। କହିଲା–ମୁଁ କଅଣ ମଣିଷ ହେଇଚି କିରେ! ସଞ୍ଚୟ କରିବି? ଆମ ଜାତିର ଖୋଲା ମନ, ଖୋଲା ସ୍ଵଭାବ। ହଠାତ୍ ରାଗିଯିବୁ... ଖେଁ ଖେଁ ହେବୁ କିଛି ସମୟ, ତା ପରେ ପ୍ରୀତି, ପରସ୍ପରକୁ ଚୁମ୍ବନ ଦେବୁ। ଭଲ ପାଇବୁ। ମଣିଷ ଏମିତି କରେନାହିଁ। ସେ ଯୁଦ୍ଧ କରେ। ଶାନ୍ତି ଶାନ୍ତି ବୋଲି ଉପରକୁ କହୁଥାଏ। ତାଙ୍କର ପୁଣି ଗରମ ଯୁଦ୍ଧ ଅଛି, ଥଣ୍ଡା ଯୁଦ୍ଧ ଅଛି। ଚାଲିଥାଏ ଏମିତି ହିଂସା... ଶେଷ ହୁଏନି। ସ୍ଵାମିଜୀ ମଟରରେ ଚଢ଼ିଲେ। ଭକ୍ତମାନେ ବିଦାୟ ଦେବାକୁ ରାସ୍ତା ଉପରକୁ ଆସିଗଲେ। ହଠାତ୍ ତାଙ୍କର ମନେପଡ଼ିଲା, ସେ କୁକୁରୀ ଛୁଆଟି କେଉଁଠି ଆର୍ତ୍ତନାଦ କରୁଥିଲା। ଦେଖିବାକୁ ଇଚ୍ଛାହେଲା। ସମଗ୍ର ଭାଷଣବେଳେ ତାର ତୀବ୍ର ରବ ଅସହ୍ୟ ଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, କେଉଁଠି ସେମାନେ ଅଛନ୍ତି, ସ୍ଥାନ ନିରୂପଣ ହୋଇପାରିଲାନାହିଁ। ସମସ୍ତେ ଖୋଜିଲେ... ପାଇଲେ ନାହିଁ। ସ୍ଵାମୀ ପ୍ରିୟାନନ୍ଦ ତଦ୍ଗତ ହେଲେ। ମଟରକାରରୁ ଅବତରଣ କଲେ। ସର୍ବାଙ୍ଗ। ଗୈରିକ ବସନ ଜଡ଼ିଥିବାରୁ କ୍ରୋଧ ସଂଜାତ ହେଲା। ଅସ୍ପଷ୍ଟ ଚନ୍ଦ୍ରାଲୋକରେ ମାଡ଼ି ଆସିଲେ କେଉଁଠୁ କେଜାଣି ଶ୍ଵାନବାହିନୀ ଚିତ୍କାର, ଆକ୍ରମଣ କରିବା ଉପରେ... ପ୍ରିୟାନନ୍ଦ ସ୍ଥିର ରହିଗଲେ। ହସିଲେ... ଅମ୍ଳାନ ହସ। କହିଲେ–ବାଃ, କିଛି ଶାନ୍ତ ହୋଇନାହିଁ। ସର୍ବତ୍ର ଆର୍ତ୍ତନାଦ... ଏହାହିଁ ମଣିଷର ଭାଗ୍ୟଲିପି, ପଶୁର ଅଦୃଷ୍ଟ, ଜୀବମାତ୍ରକେ ଲଲାଟଲିଖନ। ଏହା ଚାଲିଥିବ ଯେପର୍ଯ୍ୟନ୍ତ ମଣିଷ ଆତ୍ମସତ୍ୟ ପାଇନାହିଁ। ସହସା ମୋର ନିଦ ଭାଙ୍ଗିଗଲା, ତାହା ସଙ୍ଗେ ସଙ୍ଗେ ରୁଦ୍ଧ ହୋଇଗଲା ସ୍ଵପ୍ନର ଦ୍ଵାର। ପ୍ରିୟାନନ୍ଦ ଅଦୃଶ୍ୟ ହୋଇଗଲେ।